ରତ୍ନାକର ବସିପଡ଼–ମନ୍ତ୍ରୀ ବିହୁନେ ସୃଷ୍ଟିନାଶ, ଜଳେବିହୁନେ ଶସ୍ୟନାଶ ଭଳି କଥା ହେବ। ସହ ସମ୍ପାଦକା ପୀରିତ ଦେଈ ପଣତ ସଜାଡ଼ି ଛିଡ଼ାହେଲେ–ଏ ଜଣେ ଅଗ୍ରଗାମୀ ତରୁଣୀ। ହିନ୍ଦୀରେ କୋବିଦ। ଏହାଙ୍କର ଉଗ୍ରସ୍ଵଭାବ ଯୋଗୁ ସଭାପତି ବିଶେଷ ଭରସି କରି ତାଙ୍କୁ କିଛି କହିପାରନ୍ତି ନାହିଁ। ସେ ଛିଡ଼ାହୋଇ ଅଗ୍ନି ଝରାଇଲେ। କହିଲେ, "ଶୁକଦେବ ପଟ୍ଟନାୟକ–ମନ୍ତ୍ରୀକୁ ମୁଁ ଜାଣେ। ମୋ ଭଳି ଏ ଦେଶରେ ତାଙ୍କୁ କେହି ଚିହ୍ନି ନଥିବେ। ମତେ ବାହାହେବାକୁ କହି ସେ ଠକିଛନ୍ତି। ଆପଣମାନେ ଜାଣନ୍ତି ସେ କଥା। ମୁଁ କିନ୍ତୁ ତାଙ୍କୁ ସେଥିପାଇଁ କ୍ଷମାକରିଛି। ଅଜାତଶ୍ମଶ୍ରୁ ବାଳକମାନେ ଆଜି ମନ୍ତ୍ରୀ; ସେମାନଙ୍କ ଭିତରେ ଗଭୀର ଆତ୍ମଶକ୍ତି ନାହିଁ କି ସେମାନେ ଭୋଗବିଳାସରୁ ମୁକ୍ତ ନୁହନ୍ତି। କୁମ୍ଭୀର-କାନ୍ଦଣା କାନ୍ଦି ଗରିବଙ୍କ ପାଇଁ ଯେଉଁ ଦରଦ ଦେଖାନ୍ତି, ସେଥିରେ କାଣିଚାଏ ସତ୍ୟ ଥାଏ କି? ତେଣୁ ରତ୍ନାକରବାବୁଙ୍କ ମତକୁ ମୁଁ ସମର୍ଥନ କରୁଛି। ଏ ମନ୍ତ୍ରି ସମାଜ ତାଙ୍କ ମସ୍ନଦ୍ରେ ବସି ଶାସନ କରନ୍ତୁ। ଆପଣମାନେ ତାଙ୍କୁ ବିରକ୍ତ କରନ୍ତୁନାହିଁ। ସେମାନେ ଗାଁଗଣ୍ଡା ବୁଲନ୍ତୁ ନାହିଁ। ଜଣେ ସଭ୍ୟ ଉତ୍ତ୍ୟକ୍ତ ଭାବରେ କହିଲା–ମନ୍ତ୍ରୀମାନେ ନିର୍ବାଚନ ଜିଣି ଆସିଛନ୍ତି। ଅଗ୍ନି ପରୀକ୍ଷା ଭିତରେ ଶୁଦ୍ଧ ସୁବର୍ଣ୍ଣ ଭଳି ଝଟକି ଉଠି ଆସିଛନ୍ତି। ତାଙ୍କୁ ଏମିତି କହିବା ଠିକ୍ ହେଉନାହିଁ। ସଭାର ବାତାବରଣ କ୍ରମେ ଉତ୍ତାପ ଆହରଣ କରୁଥିଲା। ଗୋଟାଏ କଣରୁ ଶବ୍ଦ ଉଠିଲା– ଆପଣମାନେ ଫଟୋ ଚାହାନ୍ତି ତ ଖବରକାଗଜର ସମ୍ପାଦକଙ୍କୁ ଡାକନ୍ତୁ; ଫଟୋହୀନ ସମ୍ବାଦ ପାଇବେ ନାହିଁ। ତେଣୁ ମୁଁ ପ୍ରସ୍ତାବ କରୁଛି ଖବରକାଗଜ ସମ୍ପାଦକଙ୍କୁ ଡକାଯାଉ। "ନାଇଁ ନାଇଁ, ଫଟୋରୁ ଆମେ କଅଣ ପାଇବୁ? ତାଙ୍କର ଭାଷଣରେ ସଭା ଆରମ୍ଭ ଓ ଶେଷ, ବାକୀ ସମସ୍ତଙ୍କର ଭାଷଣ–ଏମିତି ଛପାହୋଇଥିବ–''ଅମୁକ କହିଲେ" ଯଦିଓ ସେ ତାଙ୍କ ଅପେକ୍ଷା ଭଲ କହିଥିବେ ଓ ସାରକଥା କହିଥିବେ। ଖବରକାଗଜ ସମ୍ପାଦକ ଆସିବେ ନାହିଁ। ଯଦି କାହାକୁ ଆଣିବାର କଥା, ଆମ ଜିଲ୍ଲାର ଯେ ପାଳନକର୍ତ୍ତା ଆ. ଇ. ଏସ୍, ସେ ଆସନ୍ତୁ। " କିଏ ଜଣେ ପାଟିକଲେ–"କଅଣ ହେଲା? ଶେଷକୁ ଜିଲ୍ଲାପାଳ? " ଉତ୍ତର ମିଳିଲା–"ତାଙ୍କ ହାତରେ ଗ୍ରାଣ୍ଟ୍ ଅଛି, ହଲାର ଲାଇସେନ୍ସ କରାଇ ଦେଇପାରିବେ, ଭିନ୍ନ ଭିନ୍ନ କମିଟିରେ ରଖିଦେଇ ପାରିବେ; ଅତି ଊଣାରେ ଆମ ସ୍ତ୍ରୀମାନଙ୍କୁ ଜିଲା ଜେଲର ପରିଦର୍ଶିକା କରି ପାରିବେ। " ଗୋଟାଏ ନାଲି ସିନ୍ଦୂର ଚିତା କପାଳରେ ମାରିଥିବା ଯୁବକ ଉଠିପଡ଼ି କହିଲା–ସେତିକି କଅଣ? ଆମ ସ୍ତ୍ରୀମାନଙ୍କୁ ଡାକ୍ତରଖାନା ରନ୍ଧନଶାଳାର ଚାଖୁଣିଆ କରିଦେଇ ପାରିବେ, ହସ୍ପିଟାଲ କମିଟିରେ ସ୍ଥାନ ମିଳିବ। ହଁ ହଁ, ଜିଲ୍ଲାପାଳଙ୍କୁ ଡାକନ୍ତୁ। "ସେତ ଇଂରାଜୀରେ କହିବେ, ଗାଁରେ ଶତକରା କେତେ ବୁଝିବେ? " ସ୍କୁଲଶିକ୍ଷକ ଗଗନବିହାରୀ ଏତକ କହି ଉତ୍ତର ଅପେକ୍ଷାରେ ସମସ୍ତଙ୍କୁ ଚାହିଁରହିଲେ। -"ଇଂରାଜୀ ଦେବଭାଷା ହୋଇଯାଇଛି। ସଂସ୍କୃତ ମୃତଭାଷା, ଓଡ଼ିଆ ଆହୁରି ମୃତ। କେହି ନ ବୁଝିଲେ ବି ଇଂରାଜୀ ଭାଷାର ଧ୍ୱନି ତ କାନରେ ପଶିବ? "ଯୁଦ୍ଧଫେରନ୍ତା ଜଣେ ମିଲିଟାରୀ ସିପାହୀ ବଡ଼ ପାଟିରେ ଏତିକି କହିଲେ। ଏସବୁ ବିଚାର ଆଲୋଚନା ଠିକ୍ ବାଟକୁ ଆସୁନାହିଁ ଜାଣି ବିଶ୍ଵବନ୍ଧୁ ନାୟକ ଶେଷରେ କହିଲେ– "ତେବେ ଜଣେ ସମାଜସେବିକା ମହିଳାଙ୍କୁ ଆଣିବା। ସେ ଏଠାରେ ଶସ୍ତା ଭୋଜନ କେନ୍ଦ୍ର ଖୋଲିବେ ଏବଂ ଏ ନିଶ୍ଚୟ ଜଣେ ମନ୍ତ୍ରୀଙ୍କ ସହଧର୍ମିଣୀ ହୋଇଥିବେ। " "ଖାଲି ମନ୍ତ୍ରୀ–ମନ୍ତ୍ରଛଡ଼ା ଆଉ କଣ ଏ ସଂସାରରେ କିଛି ନାହିଁ? "ବିଷ୍ଣୁପୁର ଗାଁର ମଶାଣିପାଖ ପରିତ୍ୟକ୍ତ ଭଗ୍ନ ମନ୍ଦିରର ବାବାଜୀ ରାମ ଦାସ ଏତିକି କହି ଛିଡ଼ାହୋଇରହିଲେ। ମୁହଁରେ ଘନ ଶ୍ମଶ୍ରୁ, ତମ୍ବାପାତିଆ ଦେହ... ରାମଦାସ ଅନେକ ଦିନ ହେବ ଗାଁ ଛାଡ଼ି ଚାଲିଯାଇଥିଲେ-। ତାଙ୍କର ହଠାତ୍ ଆବିର୍ଭାବ ଦେଖି ସମସ୍ତେ ସ୍ତବ୍ଧ ରହିଗଲେ। ରାମ ଦାସ କହିଲେ, "ମୁଁ ବଦ୍ରିନାଥ, ହରଦ୍ୱାର, ହୃଷୀକେଶ ବୁଲିଆସିଛି। ପରମାତ୍ମା ସହିତ ଜୀବାତ୍ମାର ମିଳନ ମୁଁ ଦେଖିଛି। ମୋର ଗୁରୁ ସନ୍ନ୍ୟାସୀଙ୍କୁ ନିମନ୍ତ୍ରଣ କରି ଆଣନ୍ତୁ। ସେ ଗୃହୀ ସନ୍ୟାସୀ। ସେ କହିବେ ଏ ଦେଶର କଥା, ଦୁର୍ନୀତି କଥା, ବ୍ୟଭିଚାରର କଥା, ଶାସନର ଅପାରଗତାର କଥା; କିନ୍ତୁ ସେ ସନ୍ନ୍ୟାସୀଙ୍କର ନିଜର ଧନସମ୍ପଦ ନାହିଁ, ସ୍ଵାର୍ଥ ନାହିଁ। ରାମ ଦାସ ତାଙ୍କର ଶିକ୍ଷତ୍ଵ ଗ୍ରହଣ କରିଛି। ରାମ ଦାସ ଜଣେ ଜୀବ ନୁହେଁ, ପ୍ରାଣୀ ନୁହେଁ, ସେ ଏକ ଆତ୍ମା, ସେ ଏକ ସ୍ପୁଲିଙ୍ଗ, ତାର ଗୁରୁ ଏକ ମହାତ୍ମା, ଏକ ସୂର୍ଯ୍ୟ... ତାଙ୍କୁ ଡାକିବେ? ବିଷ୍ଣୁପୁରକୁ ଆପଣମାନେ ଡାକିବେ?